ପର ମୁହୂର୍ତ୍ତରେ ମନ ଭିତରେ ଉଠିଲା ଏକ ବିରାଟ ପ୍ରଶ୍ନ–ଝଡ଼–ଆଲେସ୍କି ତା' ହେଲେ କ'ଣ ଲେନା ପ୍ରତି ଆସକ୍ତ? ଲେନାକୁ କ'ଣ ସେ ଖୁବ୍ ଭଲ ପାଆନ୍ତି? ଲେନା ସହିତ ତ ସେ ବେଶ୍ ହସ ଖୁସି କଥାବାର୍ତ୍ତା କରିପାରନ୍ତି। ସେ ଦିନ ତ ଦୁଇଜଣଯାକ ବେଶ୍ ହସ ଖୁସିରେ ମୋ କୋଠରି ଭିତରକୁ ପଶିଆସିଥିଲେ। ଏହି ସବୁ ଘଟଣାକୁ କେନ୍ଦ୍ର କରି ମେରିନା ଯେତେ ଭାବିବାକୁ ଲାଗିଲା, ଲେନା ଓ ଆଲେସ୍କିଙ୍କ ପ୍ରତି ତା'ର ସନ୍ଦେହ ସେତେ ଦୃଢ଼ୀଭୂତ ହେବାକୁ ଲାଗିଲା। ଲେନା ଆଲେସ୍କିଙ୍କର ଯେତେବେଳେ ସହକର୍ମୀ, କିଏ ଜାଣେ, ଲେନା ମନ ଭିତରେ ଆଲେସ୍କିଙ୍କୁ ନିଜ ଜୀବନର ସଙ୍ଗୀ ଭାବରେ ନିଷ୍ପତ୍ତି କରିନେଇ ନଥିବ। ମେରିନା ସହିତ ଆଲେସ୍କିଙ୍କର ଯେଉଁ ସମ୍ପର୍କ, ତାକୁ ଲେନା ବା ଜାଣିବ କେମିତି? ଲେନା ଯେତେବେଳେ ନିଜର ପ୍ରେମଅର୍ଘ୍ୟ ବାଢ଼ିଦେଇଥିବ ଆଲେସ୍କିଙ୍କର ପାଦତଳେ, ଆଲେସ୍କିଙ୍କୁ ନିଜର ଜୀବନସଙ୍ଗୀ ରୂପେ ପାଇବାକୁ ତାଙ୍କଠାରେ ଭିକ୍ଷା ମାଗିଥିବ, ଆଲେସ୍କି କ'ଣ ମେରିନାର ପ୍ରତୀକ୍ଷାରେ ତା'ର ଭିକ୍ଷାକୁ ପ୍ରତିଖ୍ୟାନା କରିଥିବେ? ଏହିଭଳି କେତେ କଣ ଭାବନା ଭିତରେ ଭାସିଯାଉଥାଏ ମେରିନା। କେତେବେଳୁ ହୁଁ ଫିଲ୍ମ ସରିଯାଇ ଫଟୋଉଠା ମନକୁ ମନ ବନ୍ଦ ହୋଇଗଲାଣି, ତା'ର ଖିଆଲ ନାହିଁ। ତେଣେ ଆଲେସ୍କି କେନ୍ଦ୍ର ପର୍ଯ୍ୟବେକ୍ଷଣଗାରକୁ ପଶିଗଲାକ୍ଷଣି ଲେନା ବଡ଼ ଉତ୍ସାହିତ ହୋଇ ଆଲେସ୍କିଙ୍କ ପାଖକୁ ଦୌଡ଼ିଆସିଲା। ଆଲେସ୍କିଙ୍କୁ ଦୂରବୀକ୍ଷଣଠାକୁ ଟାଣି ଟାଣି ନେଇ କହିଲା–''ଦେଖିଲଣି ଆଲେସ୍କି ମଙ୍ଗଳ ଗ୍ରହକୁ। କି ଅପୂର୍ବ ଦୃଶ୍ୟ। ମଙ୍ଗଳ ଗ୍ରହରେ ଉଦ୍ଭିଦଜଗତ୍ ନାହିଁ ବୋଲି ଯେଉଁମାନେ କହନ୍ତି, ସେମାନଙ୍କର କେତେ ବଡ଼ ଭୁଲ ହେଇଛି। '' ଏତକ କହି ଲେନା ଆଲେସ୍କିଙ୍କୁ ଦୂରବୀକ୍ଷଣ ଭିତରେ ମଙ୍ଗଳ ଗ୍ରହକୁ ଅନେଇବାକୁ ଅନୁରୋଧ କଲା। ''ଆଜକୁ ଅଢ଼େଇ ବର୍ଷ ତଳେ ସୋଭିଏତ୍ ରାଷ୍ଟ୍ରର କିଭ୍ ମାନମନ୍ଦିରର। ପର୍ଯ୍ୟବେକ୍ଷଣକାରୀମାନେ ମଙ୍ଗଳଗ୍ରହରେ ଉଦ୍ଭିଦଜଗତ୍ ଅଛି ବୋଲି ଯେତେବେଳେ ସର୍ବପ୍ରଥମେ ପ୍ରକାଶ କଲେ, ଆମେରିକାର ବୈଜ୍ଞାନିକମାନେ ପରା ହସି ଉଡ଼ାଇ ଦେଇଥିଲେ! ଆଜି ଯଦି ଆମେରିକାର ବୈଜ୍ଞାନିକମାନେ ଏହି ମହାଶୂନ୍ୟକୁ ଆସିଥାନ୍ତେ, ତେବେ ସେମାନେ ଦେଖନ୍ତେ, ପ୍ରକୃତରେ କିଏ ଠିକ୍ ସେମାନେ କି ଆମେ? '' ମଙ୍ଗଳ ଗ୍ରହକୁ ଖୁବ୍ ସାବଧାନତାର ସହିତ ଲକ୍ଷ୍ୟ କରୁ କରୁ ଆଲେକ୍ସି ବିସ୍ମରେ କହି ଉଠିଲେ–''ଆହୁରି ଲକ୍ଷ୍ୟ କର ଲେନା, ଏହି ଉଦ୍ଭିଦଜଗତ୍ ସହିତ ମଙ୍ଗଳଗ୍ରହର ତୁଷାରାଚ୍ଛାଦିତ ମେରୁକୁ। ଏହି ତୁଷାର ମେରୁଠାରୁ ସିଧାସଳଖ କେନାଲଗୁଡ଼ିକ କିପରି ଗ୍ରହସାରା ଛାଇ ହୋଇଯାଇଛି। ମଙ୍ଗଳ ଗ୍ରହର ଉଦ୍ଭିଦ ଜଗତ୍ ଏହି କେନାଲ ପାଖେ ପାଖେ ରହିଛି। ଏଥିରୁ କ'ଣ ତୁମର ମନେ ହେଉନି ଲେନା, ଯେ ମଙ୍ଗଳଗ୍ରହଟି ପୂରାପୂରି ଜଳ ପାଏ ତାର ଏହି ତ ଚିରତୁଷାରାଚ୍ଛାଦିତ ପର୍ବତରୁ? ସେଥିପାଇଁ ମଙ୍ଗଳ ଗ୍ରହର କୃଷିକ୍ଷେତ୍ରଗୁଡ଼ିକ ରହିଛି ଏହି କେନାଲ ଗୁଡ଼ିକର ଦୁଇ ପାର୍ଶ୍ୱରେ। କିନ୍ତୁ ସେହି ଯେଉଁ ଠାଏ ଠାଏ ବାଦାମୀ ଅଂଶ ଦିଶୁଚି, ସେଗୁଡ଼ିକ କ'ଣ ହୋଇପାରେ ବୋଲି ଭାବୁଛ ଲେନା? ଏହାକୁ ପାଶ୍ଚାତ୍ୟ ବୈଜ୍ଞାନିକମାନେ କହୁଥିଲେ ଶୁଙ୍ଖି ଶୁଖିଲା ଟାଙ୍ଗରା ଭୂଇଁ। ଏହି ବାଦାମୀ ରଙ୍ଗରୁ ସେମାନେ କହୁଥିଲେ ସାରା ମଙ୍ଗଳ ଗ୍ରହ କେବଳ ଶୁଷ୍କ ମରୁଭୂମିରେ ପୂର୍ଣ୍ଣ। ସେଠାରେ ଜୀବଜଗତ୍ ବା ସଭ୍ୟ ମଣିଷସମାଜ ଅଛି ବୋଲି ସେମାନେ ଫାଙ୍କି ଉଡ଼ାଇ ଦେଉଥିଲେ। '' ଆଲେକ୍ସି ମୁହଁ ଉଠାଇ ଆଣିବା ପରେ ଲେନା ପୁଣି ମୁହଁଦେଇ ଆରକ୍ତ ଗ୍ରହଟିକୁ ଆଉ ଥରେ ଅନାଇବାକୁ ଲାଗିଲା। କ'ଣ ଦେଖିଲା କେଜାଣି କିଛି ସମୟ ପରେ ପୁଣି ପାଟି କରି ଉଠିଲା–''ସେମାନଙ୍କ ପର୍ଯ୍ୟବେକ୍ଷଣ ଓ